ବୁଢ଼ା ବସି ବସି ନାଶ ଦଳୁଛି-। ''ଓଳଗି ଭାଇନା। '' ''ଅଷ୍ଟୋତ୍ତର ଶତବର୍ଷ ପରମାୟୁ ଭବତୁ–କିରେ ହାଲ୍ଚାଲ୍ କ'ଣ? ସବୁ ଭଲ ତ? '' ''କ'ଣ ଆଉ ଭଲ ଆଜ୍ଞା। ଦିନ ତ ଯାଉ ନାହିଁ। ଏ ମହରଗ କାନ୍ତାରରେ ଆଉ ଭଲ କ'ଣ ପଚାରୁଛ? '' ''ମହରଗ ତ ସଭିଙ୍କି ଘୋଟିଛି–ତୋତେ କ'ଣ ଏକୁଟିଆ? '' ''ଏ ଅକାଳ କାହିଁକି ପଡ଼ିଲା ନନା, ଆମେ ଏ ଗରିବ ଗୁରୁବା ବଞ୍ଚିବାଟିକି? '' ''ଆରେ ଯୁଦ୍ଧ, ଯୁଦ୍ଧ! ତେଣେ ଜର୍ମାନୀ ଯୁଦ୍ଧ ଲାଗିଗଲାଣି ପରା। '' ''ଯୁଦ୍ଧ? କି ଜାତିଆ ଯୁଦ୍ଧ କି ସେ ଗୋସେଇଁ? ସେ ଯୁଦ୍ଧର ରଣଚଣ୍ଡୀ ମଣିଷମୁଣ୍ଡ ଖାଆନ୍ତିନା, ଲୁଗାପଟା, ଶାଗସବ୍ଜି, ପେଯ ଭାତ, ଘଷିଗୁଣ୍ଡା ସୁଧେବି ଖାଇଯାଆନ୍ତି? '' ''ହଁ ରେ ହଁ। '' କହି ମାଗୁଣିଦାସ ଲାକକ ଯାକ ଲାସ 'ଆଁ 'ଛି' କରି କାଢ଼ି ପକେଇଲା। ଗାଢ଼ ଗାଢ଼ ନାକପାଣିତକ ଆଣ୍ଠୁ ଲୁଚା କରିଆ ଖଣ୍ଡରେ ପୋଛି ଦେଇ ଗଳା ସଫା କରି କହିଲେ–''ତୁ ଆଉ କ'ଣ ବିଚାରିଥିଲୁ କି? '' ''ଆଉ ପାରି ହେବ ନାହିଁ ନନା ଏ ମହରଗକୁ ମୁଁ ବିଚାରୁଚି–କଲିକତା ଯିବି। '' ''ହଁ, ହଁ, ସମିସେ ଯାଉ ଗଲି, ତୁ କିଆଁ ଲ ଯିବୁ? ଯା–ଯା–! '' ''ନାଇଁ ସତେ, ତମେ କ'ଣ କହୁଚ କହିଲ ନନା, କଲିକତା ଗଲେ ଭଲ ହେବ କି ନାହିଁ-! '' ''ଖୁବ୍ ଭଲ, ଖୁବ୍ ଭଲ। ମାଇପକୁ କାହା ଜିମାରେ ଛାଡ଼ି ଦେଇଯିବୁ? ଭାଗୁ ମହାନ୍ତି ଜିମାରେ। '' ଶୁକୁରା ଚମକି ପଡ଼ିଲା। ଭାଗୁ ମହାନ୍ତି! ଭାଗୁ ମହାନ୍ତି ତାକୁ କଲିକତା ଯିବାକୁ କହିଛି-। ସେ ତ କାଲି ରାତି କଥା। ସକାଳ ନ ହେଉଣୁ ଏ ବ୍ରାହ୍ମଣ ଜାଣିଲେ କିମିତି? ''ଭାଗୁ ମହାନ୍ତି–ଭାଗୁ ମହାନ୍ତି। '' ତା' ମୁଣ୍ଡ ଭିତରେ ଶବଦଟ ଗୋଳେଇ ଘାଣ୍ଟି ହେଲା। ''ନନା, ଛି, ପାପ ହବ। ଭାଗୁ ମହାନ୍ତି ବାଇୟା ବୋଉର ବାପ ସମାନେ। '' ସେ କହିଲା-। ''ହଁବେ ହଁ–କେତେ ଭାଗୁ ମହାନ୍ତିକି ବାପ ହେବା ଦେଖିଛି–ଆବେ ତୋ ବହୂକୁ ଦେଖିତ କେତେ ଲୋକ ବାପ ହବାକୁ ମନ କରିବେ। '' ''ନନା, ତମର ଏଇ ଖିଆଲିଆ କଥା ଗଲା ନାହିଁ। ସବୁବେଳେ ଟାହିଟାପରା ଭଲ ଲାଗେ ନାହିଁ। '' ''ଆବେ ମୁଁ ଟାପରା କରୁ ନାଇଁ। ଅଗଣି ଦାସ ହକ୍ କହେ–ଠକ୍ଠକ୍! ତୁ ଚିଡ଼ି ଯାହା କର। ଭେଣ୍ଡୀ ଜୁଆନ୍ ଟୋକୀଟାକୁ ଘରେ ରଖି ତୁ କଲିକତା ଯିବୁ। ଏ ଗାଁରୁ କ'ଣ ଭାଗୁ ମହାନ୍ତି ଭଳିଆ ଲୋକେ ମରିଗଲେଣିନା ଉଠିଗଲେଣି କି? କେତେ ରାଣ୍ଡଙ୍କର ସର୍ବନାଶ ନ କରିଛନ୍ତି ସେ, କେତେ କୁଳଭୁଆସୁଣୀଙ୍କ ଘର ନ ବୁଡ଼େଇଛନ୍ତି ସେ? '' ''ତା' ଯେ କହିଲ ନନା, ଝୁଅ ବହୂ ଯଦି ନିଜେ ଠିକ୍ ଥିବେ ତ–'' ''ଯାବେ ଯା–କେତେ ଝୁଅ ବୋହୂ ଦେଖିଛି। କଉକାଳିକା ମଣିଷ ଆଇଲୁକି ତୁ? ସମସ୍ତେ ଖାଲି ସୀତା ସାବିତ୍ରୀ ହେଇଚନ୍ତି। ଯୁଗର ରଙ୍ଗଢ଼ଙ୍ଗ ଦେଖୁଛୁ କ'ଣ, ଆଉ କହୁଛୁ କ'ଣ? କାଳ କ'ଣ ଥିଲା, କ'ଣ ହେଲାଣି ଆଖିକି ଦିଶୁନାହିଁ–ନା–ଆଖି ବୁଜି ଦୁଧ ପିଉଚୁ? ଆରେ ଯୁବତୀ ଟୋକୀଟାକୁ ଘରେ ଛାଡ଼ିଦେଇ, ତୁ କଲିକତାରେ–ବିଦେଶରେ; ବର୍ଷେ ମାସେକେ ଥର ଘରକୁ ଆସିବୁ, ତା'ର ପୁଣି ଘଇତା ସରାଗ, ଘଇତା ସୁଖ ବୋଲି କିଛି ଅଛି ନା ନାହିଁ? ନା–ତା' ମନଟାକୁ ତୁ ବଟୁଆ ଭିତରେ ଭରି ନେଇ ଚାଲିଯିବୁ କଲିକତା? '' ''ହଁ ସତ ବୋଇଲ ଗୋସେଇଁ, ମୁଁ ବୁଝିଲି ଯେ–ହେଲେ–'' ''ନିଆଁଟା ବୁଝିଲୁ, ଚୁଲିଟା ବୁଝିଲୁ–ଆବେ ବୁଝିଲୁ ଗୋଟାଏ କ'ଣ? ଏଥିରେ ବୁଝିବାର କ'ଣ ଅଛି। ମୂର୍ଖଟା କିଛି ବୁଝିନାହୁଁ। ଯା–ଯା ସେଇ ଭାଗୁ ମହାନ୍ତି ତୋତେ ବୁଝେଇଦବ। ତା'ରି ଆଗରେ ଗେହ୍ଲେଇ ହେଇ କଥା କହିବୁ। '' ଶୁକୁରା ଆଉ ଉତ୍ତର ଦେଇ ପାରିଲା ନାହିଁ। ଦଇବଯୋଗକୁ ସେତିକିବେଳେ ଅଗଣିଦାସର ବାରମାସିଆଟା ଆସିଲା। ସେ ଏତେ ଡେରି କରି କାହିଁକି ଆସିଲା ବୋଲି ଅଗଣିଦାଶ ଚଉଦପୁରୁଷ ଉଘେଈ ବହେ ବାହାଣ ବାହି ଦେଇଗଲା। ଶୁକୁରା ତା'ରି ଭିତରେ ଆସୁଛି ବୋଲି ଖସି ପଳେଇ ଆସିଲା। ସିଧା ଘରେ ଆସି ପିଣ୍ଡାରେ ମସିଣା ପକେଇ ଦେଇ କରଞ୍ଜ ବାଡ଼େଇ ବସିଲା। ଘର ପଛରେ ସେ କରଞ୍ଜ ଗଛଟା। କେତେ ପୁରୁଷ ଗଲାଣି।